ବେଳ ଦୁଇ ତିନି ଘଡ଼ିକି ଗାଧୋଇ ପଡ଼ି ଗଣ୍ଡେ ଖାଇଦେଇ ଗଣ୍ଡିରାଟା କାନ୍ଧରେ ପକେଇ ବାହାରିଲା ନଈ ବନ୍ଧେ ବନ୍ଧେ ହାଟକୁ। ଘରୁ ନଈବନ୍ଧକୁ ଉଠିଲାବେଳେ ସେହି ଚାଷଜମି ଚକଟା ବାଁ ହାତି ପଡ଼େ। ଥରେ ଦିଥର ଅନେଇଦେଇ ଚାଲିଗଲା ସେଇ ଜମିକି। ପିଠିରେ ଲୁଗା ବୁକୁଚାର ଭାରରେ ସେ ଟିକେ ନଇଁପଡ଼ିଚି କିନ୍ତୁ ସେ ନଇଁବା ଯେପରି ତାର ଅନ୍ତରକୁ କରିଛି ସତେଜ ଆଉ ସଳଖ। ମାତ୍ର ଏହି ତିନିମାଣ ଜମି! ପଞ୍ଚୁସାହୁ ନିଜକୁ ଟିକେ ସାହସ ବାନ୍ଧି ଠିଆ ହେବା ପାଇଁ ଉରସା ପାଇଲା ନାହିଁ, ଅନ୍ତର ତାର ଯେପରି ଭାଙ୍ଗି ପଡ଼ୁଚି ସେ ଜମିକି ଦେଖି। କିଛିଦୂର ଗଲା ପରେ ଦୂରରେ ନାଳ କୂଳରେ ଦେଖାଗଲା ଠାକୁରାଣୀ ନା ନାରଣ୍ଡଚଣ୍ଡୀଙ୍କ ଆସ୍ଥାନ। ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଜୁହାର ପକାଇ ସେ ବାଟେ ବାଟେ ହାଟକୁ ବାହାରିଗଲା। ଏମିତି ଅନେକ ଦିନ କଟିଗଲା। ହାଟପାଳି ଛଡ଼ା ନରୀପୃଷ୍ଟି ଓ ପଞ୍ଚୁଆ ଦୁହେଁ ରହି ଦୋକାନରେ ବିକିରିବଟା କରନ୍ତି, ହାଟ ଦିନ ପଞ୍ଚୁଆ ଯାଏ ହାଟକୁ। ସେ ଦିନ ହାଟ ପାଳି। ହାଟକୁ ଉଦଣ୍ଡରା' ଯାଇଛନ୍ତି ବଳଦ କିଣି। ଦଶଟା ଟଙ୍କା ନିଅଣ୍ଟ ପଡ଼ିବାରୁ ଆସିଲେ ପଞ୍ଚୁଆ ପାଖକୁ। "ଏତେବେଳେ ଯା'ତ ଜମା ବଇନି ହେଇନି ଟଙ୍କା ଆଉ ଆଣିବି କୋଉଠୁ। " ପଞ୍ଚୁଆ କହିଲା। ଉଦଣ୍ଡରା'ଙ୍କ ଦମ୍ ରୋକି ହୋଇଗଲା। ପଞ୍ଚୁଆଠଉଁ ଏଡ଼େବଡ଼ ଆଘାତ ପାଇବା ତାଙ୍କର ଏହି ପ୍ରଥମ। ସେ ଭାବି ପାରିଲେ ନାହିଁ, ଏଇ ପଞ୍ଚୁଆ, ତାଙ୍କଠଉଁ ବଳ ପ୍ରତାପୀ ଦଖଣ୍ଡରାଙ୍କ ହାତଭାଙ୍ଗି ପଚିଶ ବର୍ଷର ଅପହୃତ ସମ୍ପତ୍ତି ଉଦ୍ଧାର କରି ସତ୍ତ୍ୱ ସାବ୍ୟସ୍ତ କରିପାରିଛି। ରାଗରେ ଆତ୍ମବିସ୍ମୃତ ହୋଇ ସେ ଜୋରରେ ସେଠୁ ଚାଲିଗଲେ। ଚାଲିର ତୋଡ଼ରେ ଦୋକାନର ଛୋଟ ବରଡ଼ା ଚାଳିଆଟା ଝରଝର ହୋଇ ଥରିଉଠି ପଞ୍ଚୁଆର ଅନ୍ତରକୁ ଯେପରି ପଦାରେ ଖେଳେଇଦେଲା। ଏ ଘଟଣାର କିଛିଦିନ ପରେ ଅଖି ତୃତୀୟା ପଡ଼ିଲା। ଦୁତୀୟା ଦିନ ଉପରଓଳି ଉଦଣ୍ଡରା' ଘର ଚାକର ସଉଦାର ଚିଠା ନେଇ ଆସି ପଞ୍ଚୁଆ ଦୋକାନରେ ପହଞ୍ଚିଲା।। ଦୋକାନରେ ଥାଏ ନରୀପୁଷ୍ଟି, ଚିଠା ଫେରେଇ ଦବାକୁ କୌଣସି ମତେ ତାର ଆଉ ସାହାସ କୁଳେଇଲା ନାହିଁ। ଆଗର ଚାକରଟା ତାକୁ ଦେଖାଗଲା ଯେପରି ଗୋଟା କପିଳାଶିଆ ଠେଙ୍ଗା। ସଉଦା ନ ଦେଲେ ମୁଣ୍ଡଟାକୁ ତା'ର ସେ ଫଟେଇ ଛତୁ କରିଦେବ। ନରୀପୃଷ୍ଟି ବି ଥରେ ବିବେକକୁ ତାର ପଚାରିଲା, ବିବେକ ଆଖିରେ ତାର ଉଦଣ୍ଡରା' ଓ ତାଙ୍କ ଅନୁଚର ବୃନ୍ଦଙ୍କ କଏଦୀ ଜୀବନ ଦେଖେଇଦେଲା। ନରୀପୁଷ୍ଟି ମନେ କଲା, ଏ କଣ କମ୍ କଥା, ଉଦଣ୍ଡରା'ଙ୍କ ଭଳି ଲୋକ ଛାର ପଞ୍ଚୁଆଟା ଲାଗି ମିଆଦ ଖଟିଲେ। ପରମୁହୂର୍ତ୍ତରେ ବିବେକ ପୁଣି କଏଦୀମାନଙ୍କର ପଛ ପାଖ ବୁଲେଇ ଦେଲା, ଲେଖା ହେଇଚି ନଗଦ, ଆଜିଯାଏ ହାତ ଉଧାରି ଆଉ ସଉଦାପାତି ନେବାର ହଜାରକରୁ କମ୍ ହବନି। ମନେ ମନେ କଣ ଭାବି ଯନ୍ତ୍ର ଚାଳିତ ପରି ଚିଠାଖଣ୍ଡିକ ହାତରୁ ଆଣି ନରୀପୁଷ୍ଟି ଚିଠାର ଅଧା ପରିମାଣରେ ସଉଦାତକ ଦେଇଦେଲା। ପାଳି ପଡ଼ିଲା ଏଥର ବନ୍ଧୁ ମା'ନ୍ତିଙ୍କର। ନାତିର ହେବ କାନଫୋଡ଼ା–ବିଦ୍ୟାରମ୍ଭ। ଅତି ନିକୁଛରେ ଶହେଟା ଟଙ୍କା ନ ହେଲେ ନ ହୁଏ। ସଉଦା ସିନା ଦବ ପଞ୍ଚୁଆ, କିନ୍ତୁ ଟଙ୍କା ଦେଲା ଭଳିଆ ଆଉ ନାଗୁନି। –'ଉଦ୍ଯୋଗୀନାଂ ପୁରୁଷ ସିଂହ' ବନ୍ଧୁ ମା'ନ୍ତିଏ ଭାବି ଭାବି ଶୀକାର ଉଦ୍ଦେଶ୍ୟରେ ବହିର୍ଗତ ହେଲେ। ଚାଳିଟା କିନ୍ତୁ ଯାଇ ବାଜିଲା ଗୋଟା